ଆହା, କେତେଦିନୁ ହେଲା ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଗଲେଣି। ପିଲାମାନେ କେତେ ଛୋଟ ଛୋଟ ଥିଲେ। ଇଚ୍ଛା କରିଥିଲେ ପୁଣି ସେ ବିବାହ କରିପାରିଥାନ୍ତେ; କିନ୍ତୁ ତା' ସେ କରିନାହାନ୍ତି। ପିଲାଙ୍କ ପାଇଁ କଣ୍ଟା ପୋତିନାହାନ୍ତି, ଯେଉଁ କଣ୍ଟା ମାଡ଼ି ପିଲାଏ ତାଙ୍କର ଅହୋରାତ୍ର ରକ୍ତାକ୍ତ ହୋଇଥାନ୍ତେ। ଏଇଥିରୁ ସେ କେଡ଼େ ସ୍ନେହଶୀଳ, କେଡ଼େ ଭଲ ଜଣାପଡ଼େ। ମନେ ମନେ ଏତେ କଥା ଭାବିଲେ ମଧ୍ୟ ଦିବ୍ୟେନ୍ଦୁ ମୁହଁରେ କହିଲେ ଆପଣଙ୍କ ମନ ଯେପରି ଆପଣ ସବୁ କିଛି ଦେଖନ୍ତି ସେପରି। ଆପଣ ଅତି ଭଲ ବୋଲି ଭଗବାନ ଆପଣଙ୍କ ଭାଗ୍ୟରେ ରାଶି ରାଶି ଦୁଃଖ ଢାଳି ଦେଇଛନ୍ତି। କାହାକୁ ହେଲେ ଅଖଣ୍ଡ ସୁଖ ମିଳେନି। ଅପରାଜିତା କଥାର ଖିଅ ଧରି କହିଲ। ଏଇ ଦେଖୁନାହାନ୍ତି, ମୋର ଗୋଟିଏ ବୋଲି ପୁଅ, ମୋ ମନରେ କେତେ ଦୁଃଖ ଦେଉଛି। ବାପ ମାଆ ଆମେ କେତେ ମନ କରିଛୁ ବୋହୂଟିଏ ଦେଖିବୁ ବୋଲି। ପୁଅର ଏକା ଜିଦ୍ ଏଇକ୍ଷଣି ବିବାହ ହେବନି। ଆଉ କିଛିଦିନ ଯାଉ। ଆଉ କେତେଦିନ ଯିବ ଭଗବାନ ଜାଣନ୍ତି। ମୁଁ ମଲେ ପରେ ବୋଧହୁଏ ସେଦିନ ଆସିବ। ଅଳକା ହାତ ଧରି ଅପରାଜିତାଙ୍କୁ ଡାକିଲେ। କହିଲେ ଆସନ୍ତୁ ମାଉସୀ, ଘର ଦେଖିବି। ଆସ ତନୁ। ଏତେ ବସି ବସି ଏ ଘର ସଜାଏ କିଏ? ଏ ଘର ସୁନ୍ଦର ଦିଶୁଛି ମୋତେ। କେବେଠୁଁ ଆସିବାକୁ ମନ କରୁଛି ମାଉସୀ; କିନ୍ତୁ ଆସିପାରୁନି। ବାପା ତ ସବୁବେଳେ ଅସୁସ୍ଥ ରହିଲେ, ଆଉ ଆସିବି କୁଆଡ଼େ। ଏଠାକୁ ଆସିବାଦିନୁ ଏଇ ମୋର ପ୍ରଥମ ବାହାରକୁ ବୁଲିଆସିବା। ଏପର୍ଯ୍ୟନ୍ତ ଲିଙ୍ଗରାଜଙ୍କୁ ସୁଦ୍ଧା ଦର୍ଶନ କରିପାରିଲିନି। ଯାହା ହେଉ ବାପା ଟିକେ ଚାରିଦିନ ହେଲା ଭଲ ଅଛନ୍ତି। ଡାକ୍ତର ବାବୁଙ୍କ ଲାଗି ଜାଣ, ସେ ଭଲ ଅଛନ୍ତି। ସେ ନଥିଲେ ବାପା ମୋର କେତେ କଷ୍ଟ ପାଉଥାନ୍ତେ। ଟଙ୍କା ନେଇ ବୋହୁତ ଡାକ୍ତର ଆସନ୍ତେ, ବାପାଙ୍କୁ ପରୀକ୍ଷା କରାନ୍ତେ, ଔଷଧ ଖୁଆନ୍ତେ, କର୍ତ୍ତବ୍ୟ ପାଳି ଚାଲିଯାଆନ୍ତେ। କିନ୍ତୁ ମନୋରଞ୍ଜନ ଡାକ୍ତରଙ୍କ ପରି ପୁଅ ଆସନରେ ବସି, ସେବା କରି, ସଙ୍ଗଦାନ କରି କେହି ବାପାଙ୍କର ସୁଖ ଦୁଃଖରେ ମିଶିଯାଆନ୍ତେନି। ବାପାଙ୍କର ଏକୁଟିଆ ରହିବାର ସବୁ କାରଣ ତ ଶୁଣିଥିବେ ଡାକ୍ତରବାବୁଙ୍କ ପାଖରୁ। ଏକା ଜିଦ୍ ତାଙ୍କର ଏ ଘର ଛାଡ଼ି ସେ କୁଆଡ଼େ ଯିବେନି। କହନ୍ତୁ ତ ମାଉସୀ, ଏତେ ଦୂରରେ ରହି ଆମ ମନ କେମିତି ହେଉଥିବ ତାଙ୍କ ପାଇଁ। କିଛି ସେ ବୁଝୁନାହାନ୍ତି। କିଛି ବୁଝିବାକୁ ବି ସେ ରାଜି ନୁହନ୍ତି। କହୁ କହୁ ଅଳକାଙ୍କର ନୟନାକାଶରୁ ଝରିପଡ଼ିଲା ଶ୍ରାବଣର ବାରିଧାରା। ସସ୍ନେହରେ ପୋଛିଦେଲେ ଅପରାଜିତା ସେହି ଅଶ୍ରୁ। କହିଲେ କାନ୍ଦନି ମା', କାନ୍ଦନି। ବାପା ଭଲ ହୋଇଯିବେ। ନଯାନ୍ତୁ ସେ କୁଆଡ଼କୁ, ଆମେ ତ ଅଛୁ। ଆଜି ପର୍ଯ୍ୟନ୍ତ ନଯାଇ, ଅଚିହ୍ନା ରହି ଯାହା ଅପରାଧ କରିଛୁ ଏଥର ଦୁଇବେଳା ଯାଇ ସେହି ଅପରାଧର ସୀମାକୁ ସଂକୀର୍ଣ୍ଣ କରି ଆଣିବୁ। ଭାବନି ଆଉ ତୁମେ। ତନୁ କହିଲା ଅଳକା ନାନୀ, ଆଉ କିଏ ଯାଆନ୍ତୁ ଅବା ନ ଯାଆନ୍ତୁ, କାଲିଠାରୁ ସବୁଦିନେ ମୁଁ ଚାରିଟା ବେଳେ ଭାଇନାଙ୍କ ସଙ୍ଗେ ଯିବି। ନିଶ୍ଚୟ ଯିବ। ଗଲେ ମୁଁ ଭାରି ଖୁସି ହେବି ଭଉଣୀ। ତନୁର ଗୋଲାପ ପାଖୁଡ଼ା ସଦୃଶ ଚିବୁକଟି ଧରି ଆଦର କଲେ ଅଳକା। ତା'ପରେ କହିଲେ ମାଉସା, କାହା ଘରକୁ ଏ ରତ୍ନ ପଠାଇବେ? ଯାହା ଘରକୁ ଗଲେ ତା' ଘରଟି ଆଲୁଅ ହୋଇଯିବ। ନାଇଁ ମା', ସେଡ଼େ ଭାଗ୍ୟ ଆଉ ଯାହାର ଥାଉ, ଅନ୍ତତ ମୋର ନାହିଁ। ମୁଁ ବୋହୂ ବି ଦେଖିବିନି, କି ଜ୍ୱାଇଁ ବି ଦେଖିବିନି। ପୁଅ ଗୁଣମଣି ସମୟ ପାଉନାହାନ୍ତି। ଝିଅ ଗୁଣମଣି ବ |